ପୃଥିବୀର ସବୁଠାରୁ ଶକ୍ତିଶାଳୀ କଂପ୍ୟୁଟର ଯନ୍ତ୍ର ଯେ ସେଠି ଖାଲି କାର୍ଯ୍ୟ କରୁଛି ତା ନୁହେଁ, କମ୍ପ୍ୟୁଟରର ଅସଂଖ୍ୟ ପ୍ରକାର ନୂଆ ନୂଆ ବ୍ୟବହାର ସେଠି ଦେଖାଦେଇଛି। ଏହି ଗବେଷଣାଗାରରେ କଂପ୍ୟୁଟର କେଉଁଠି ଖୁବ୍ ଜଟିଳ ଗଣିତର ସମାଧାନ କରୁଛି ତ କେଉଁଠି ଗୋଟିଏ ଭାଷାକୁ ଆଉ ଏକ ଭାଷାରେ ଅନୁବାଦ କରିପାରୁଛି ତ କେଉଁଠି ଯନ୍ତ୍ରଟିଏ ବସି ଛୋଟ ଛୋଟ ପିଲାଙ୍କୁ ସ୍କୁଲମାଷ୍ଟର ପଢ଼ାଇବାଭଳି ପଢ଼ାଉଛି। କମ୍ପ୍ୟୁଟର ଯନ୍ତ୍ର ବସି କେଉଁଠି କବିଙ୍କ ଭଳି କବିତା ରଚନା କଲାଣି ତ କେଉଁଠି ବଡ଼ ବଡ଼ ରାଷ୍ଟ୍ରର ଅର୍ଥଦପ୍ତରର କର୍ମଚାରୀ ଭଳି ବଜେଟ ତିଆରି କଲାଣି। କମ୍ପ୍ୟୁଟରର ଅଭୂତପୂର୍ବ ବ୍ୟବହାର ଦିନକୁ ଦିନ ଦେଖାଦେଇଛି ଭେର୍ନନ୍ଙ୍କ ଗବେଷଣାଗାରରେ।ଡକ୍ଟର ଭେର୍ନନ୍ଙ୍କୁ ଯଦି ପଚରାଯାଏ, ଆପଣ କମ୍ପ୍ୟୁଟରର ଏମିତି କେତେ ପ୍ରକାର ବ୍ୟବହାର ଆବିଷ୍କାର କରିବେ? ସେ ହସି ହସି ଉତ୍ତର ଦିଅନ୍ତି, 'ମଣିଷ ଯା' କରୁଛି, କଂପ୍ୟୁଟର ଯନ୍ତ୍ର ଠିକ୍ ସେମିତି ସବୁ କାମ କରିପାରିବ। ମଟରଗାଡ଼ି ଚଳାଇବାଠାରୁ ଆରମ୍ଭକରି ଯୁଦ୍ଧ କରିବା ଓ ଗଭୀର ଚିନ୍ତାକରି ନାନା ତଥ୍ୟ ଆବିଷ୍କାର କରିବା ପର୍ଯ୍ୟନ୍ତ ସବୁ କାମ କମ୍ପ୍ୟୁଟର ଯନ୍ତ୍ର କରିପାରିବ। ମଣିଷ ତ ପ୍ରକୃତରେ ଆଉ କିଛି ନୁହେଁ ପ୍ରକୃତିସୃଷ୍ଟି ଏକ ଅତି ଜଟିଳ କମ୍ପ୍ୟୁଟର ଯନ୍ତ୍ର ମାତ୍ର। ତେଣୁ ମଣିଷ ଯେଉଁ ଯେଉଁ କାମ କରୁଛି, କମ୍ପ୍ୟୁଟର ଯନ୍ତ୍ର ସେହି ସେହି କାମ କରି ପାରିବାରେ ବିଚିତ୍ରତା କେଉଁଠି ଖାଲି ସେତିକି ନୁହେଁ, ସେ ଆହୁରି କହନ୍ତି ଯେ, 'ଆମ ଗବେଷଣାଗାରରୁ ଦିନେ ଏମିତି ଯନ୍ତ୍ରମଣିଷ ବାହାରିବ, ଯାହାକି ସାଧାରଣ ମଣିଷ ଭଳି ସବୁ କାମ କରିପାରିବ। ସେଇ ହେବ ମୋ କମ୍ପ୍ୟୁଟର ଗବେଷଣାର ଚରମ ଆବିଷ୍କାର।ଭେର୍ନନ୍ଙ୍କ ଗବେଷଣାଗାରରେ କାମ କରିବାର ସୁବିଧା ପାଇବା ପାଇଁ ପୃଥିବୀର କେତେ ଆଡ଼ୁ କେତେ ଯୁବକଯୁବତୀ ଯେ ପ୍ରାର୍ଥୀ ହୁଅନ୍ତି, ତା'ର କଳନା ନାହିଁ। ପୃଥିବୀର ସବୁଠାରୁ ଜଟିଳତମ ଓ ଆବଶ୍ୟକୀୟ ଯନ୍ତ୍ରରେ ଗବେଷଣା କରିବାକୁ ଇଚ୍ଛା ନ କରିବ ବା କିଏ? ଦିନକୁ ଦିନ ନୂଆ ନୂଆ ପ୍ରକାର ଉଦ୍ଭାବନ କରି ଅଧ୍ୟାପକ ଭେର୍ନନ୍ ନିଜ ସହକର୍ମୀ ଦଳରେ ଏତେ ମଜ୍ଜି ଯାଆନ୍ତି ଯେ ସେ ବେଳେ ବେଳେ ଭୁଲିଯାନ୍ତି ନିଜ କଥା, ନିଜ ପିଲାପିଲି, ସ୍ତ୍ରୀକୁଟୁମ୍ବ କଥା। ନିଜ ସୁଖଦୁଃଖ, ଖିଆପିଆ କଥା ରାତି ପ୍ରାୟ ଦୁଇଟା। ହଠାତ୍ ମିସେସ୍ ଭେର୍ନନ୍ଙ୍କ ନିଦ ଭାଙ୍ଗିଗଲା ଶେଯ ଅଣ୍ଡାଳି ପକାଇ ଦେଖନ୍ତି ତ ଶେଯରେ ସେ ଏକା ଡକ୍ଟର ଭେର୍ନନ୍ ଏ ପର୍ଯ୍ୟନ୍ତ ଶୋଇବାକୁ ଆସି ନାହାନ୍ତି। ତାଙ୍କ ଦେହରେ ଏକ ପ୍ରକାର ଚମକ ଖେଳିଗଲା। ସଙ୍ଗେ ସଙ୍ଗେ ଆଲୁଅ ଜାଳି ଦେଖିଲେ ଘଡ଼ିରେ ବାଜିଛି ଦୁଇଟା। ବଡ଼ ଚିନ୍ତିତ ହୋଇ ପଡ଼ିଲେ ସେ ଗବେଷଣାଗାରରୁ ଆସି ଆଉ କେଉଁ କୋଠରୀରେ ପଢ଼ାପଢ଼ି କରୁଛନ୍ତି କି କଅଣ ଜାଣିବା ପାଇଁ ଏ ଘର ସେଘର ଖୋଜିବାକୁ ଲାଗିଲେ। କିନ୍ତୁ ସବୁ ଆଡ଼ ଶୂନଶାନ୍। ପାଖ ଘରେ ପିଲା ଦୁଇଟି ଗାଢ଼ନିଦ୍ରାରେ ଶୋଇଛନ୍ତି।ବଡ଼ ଅଡ଼ୁଆ ଅଡ଼ୁଆ ଲାଗିଲା ତାଙ୍କୁ। ରାତି ଦୁଇଟା ପର୍ଯ୍ୟନ୍ତ ଅଧ୍ୟାପକ କ'ଣ ଗବେଷଣାଗାରରେ ଗବେଷଣାରେ ରତ ଅଛନ୍ତି? ମିସେସ୍ ଭେର୍ନନ୍ କଣ କରିବେ କିଛି ଠିକ୍ କରିପାରିଲେନି। ଫୋନ୍ କରି ଜାଣିନେବେ, କି ଗବେଷଣାଗାରକୁ ସିଧାସଳଖ ଦୌଡ଼ିଯିବେ, ଭାବିପାରିଲେନି। ଅନ୍ୟମନସ୍କ ଭାବରେ ତାଙ୍କ ହାତ ଗାରେଜ୍ ଚାବିପେନ୍ଥା ଆଡ଼କୁ ଚାଲିଗଲା। ସେ ସେଇ ରାତ୍ରିପୋଷାକ ପିନ୍ଧି ଅନ୍ୟମନସ୍କ ଭାବେ ବାହାରି ପଡ଼ିଲେ। ବିଥୋଭେନ୍ ଷ୍ଟ୍ରୀଟରେ ତାଙ୍କ ଗାଡ଼ି ଛୁଟି ଚାଲିଲା ମିଉନିକ୍ ବିଶ୍ୱବିଦ୍ୟାଳୟ ଅଭିମୁଖେ।ଗବେଷଣାଗାର ନିକଟରେ ପହଞ୍ଚିଲାବେଳକୁ ସାରା ଗବେଷଣାଗାର ଦିନଭଳି ଆଲୋକିତ। ରାତି ଅଢ଼େଇଟା ବାଜି ଯାଇଥିଲେ ହେଁ ଗବେଷଣାଗାରଟି ଦିନଭଳି ଗହଳ ଚହଳ-